ମାତ୍ର କାହିଁକି ଏ ଛୁଟି ମିଳିଛି, କହିପାରିବ ମେରିନା? '' ପଚାରିଲାବେଳେ ଆଲେସ୍କି କଣେଇ କଣେଇ ହସୁଥାନ୍ତି-। ମେରିନା କିଛି ସମୟ ଚିନ୍ତା କରି ହଠାତ୍ ଫିସ୍ଫିସ୍ କରି ହସିଦେଲା। ଛୁଟିର ଉଦ୍ଦେଶ୍ୟ ସେ କ'ଣ ବୁଝିଲା କେଜାଣି, ଆଲେସ୍କିଙ୍କ ପାଖରେ ଠିଆହୋଇ କଥା କହିବାକୁ ଆଉ ତାର ଇଚ୍ଛା ହେଲାନି। ସେ ହଠାତ୍ ଆଲେସ୍କିଙ୍କଠାରୁ ବିଦାୟ ନେଇ ଦୌଡ଼ି ଚାଲିଗଲା ତା ନିଜ କୋଠରି ଆଡ଼େ। ସେତେବେଳେ ତା'ର ମନର ଯେଉଁ ଅବସ୍ଥା, ସେହି ଅବସ୍ଥା ଖୋଜୁଥାଏ କେବଳ ନିର୍ଜ୍ଜନ କୋଠରି। ସେ କିପରି ଏକ ନିର୍ଜ୍ଜନ କୋଠରିରେ ପଶି ଭବିଷ୍ୟତର ସୁନେଲି ସ୍ୱପ୍ନ ଦେଖି ଆନନ୍ଦରେ ବିଭୋର ହୋଇଉଠିବ, ସେଇ ଥାଏ ତା'ର ଚିନ୍ତା। ସେ ସୁନେଲି ସ୍ୱପ୍ନରୁ ମିଳିବ କି ଅପୂର୍ବ ଆନନ୍ଦ, କି ଅପୂର୍ବ ପରିତୃପ୍ତି-ତାହା ଭାବି ଭାବି ସେ ପାଗଳ ହୋଇଉଠିଲା। ବକ୍ତୃତା କକ୍ଷରେ ଡିରେକ୍ଟର ଆଲେସ୍କି ତାଙ୍କର ବକ୍ତୃତା ଦେଇ ଚାଲିଥାନ୍ତି। ଲେନା, ମେରିନା ସମେତ ଉପଗ୍ରହର ବୈଜ୍ଞାନିକମାନେ ସମ୍ମୁଖରେ ଉପବିଷ୍ଟ। ବିରାଟ ରେଡ଼ିଓ ଟ୍ରାନ୍ସମିଟର ଯନ୍ତ୍ରଦ୍ୱାରା ସେହି ବକ୍ତୃତା ପଠାଇ ଦିଆଯାଉଥାଏ ଲେନିନ୍ ମାନମନ୍ଦିରକୁ। ସେଠାରୁ ଶକ୍ତିଶାଳୀ ପ୍ରକ୍ଷେପକ ଯନ୍ତ୍ର ସାହାଯ୍ୟରେ ରାଷ୍ଟ୍ରର ପ୍ରତ୍ୟେକ ଅଞ୍ଚଳକୁ ଏହି ବକ୍ତୃତା ପଠାଇ ଦିଆଯିବାର ବନ୍ଦୋବସ୍ତ କରାଯାଇଥାଏ। ରାଷ୍ଟ୍ର ବାହାରର କୌଣସି ଦେଶ ଯେପରି ଏହି ଗୁପ୍ତ ବକ୍ତୃତାକୁ ଧରି ନ ପାରେ, ସେଥିପାଇଁ ନାନା ଯାନ୍ତ୍ରିକ ବନ୍ଦୋବସ୍ତ କରାଯାଇଥାଏ ଖୁବ୍ ସାବଧାନତା ସହକାରେ। ଘନ ଘନ କରତାଳିରେ ବକ୍ତୃତା କକ୍ଷ କମ୍ପି ଉଠିଲା। ମହାଶୂନ୍ୟର ଅବସ୍ଥା ଲକ୍ଷ୍ୟ କରି ଚନ୍ଦ୍ରମଣ୍ଡଳକୁ କିପରି ଚଢ଼ାଉ କରିହେବ, ସେ ସମ୍ବନ୍ଧୀୟ ଏକ ସୁବିସ୍ତୃତ ଯୋଜନା ଉପରେ ବକ୍ତୃତା ଦେଉଥାନ୍ତି ଆଲେସ୍କି। ଯେତେବେଳେ ସେ ପ୍ରକାଶ କଲେ ଯେ ତାଙ୍କ ଯୋଜନା ଅନୁଯାୟୀ ଚନ୍ଦ୍ରମଣ୍ଡଳକୁ ଯିବାକୁ ହେଲେ ଏହି ଅଭିଯାନ ଆରମ୍ଭ କରାଯିବ ସେହି ଉପଗ୍ରହରୁ, ସେତେବେଳେ ଉପଗ୍ରହର ସଭ୍ୟମାନେ ଆନନ୍ଦରେ ଉଚ୍ଛ୍ୱସିତ ନ ହୋଇ ରହିପାରିଲେ ନାହିଁ। ଏହି ଉପଗ୍ରହରୁ ଯେଉଁ ସର୍ବପ୍ରଥମ ରକେଟ୍ଯାନ ଚନ୍ଦ୍ରମଣ୍ଡଳ ଅଭିମୁଖେ ଯିବ, ତାହା କୌଣସି ମଣିଷଦ୍ୱାରା ଚାଳିତ ନ ହୋଇ ସ୍ୱୟଂକ୍ରିୟ ଆହୋରାତ୍ର ଯାତ୍ରା କଲାପରେ ସେହି ରକେଟଯାନ୍ ପହଞ୍ଚିବ ଚନ୍ଦ୍ରକକ୍ଷରେ ଓ ଚନ୍ଦ୍ରର ମାଧ୍ୟାକର୍ଷଣ ବଳରେ ଏହା ଚନ୍ଦ୍ରର ପୃଷ୍ଠକୁ ଖସିବାକୁ ଆରମ୍ଭ କରିବ। ବକ୍ତୃତା ଦେଉଁ ଦେଉଁ ଆଲେସ୍କି ପଚାରିଲେ, ''ଏହା କ'ଣ ସେତେବଳେ ଚନ୍ଦ୍ରପୃଷ୍ଠରେ ଖସିପଡ଼ି ନଷ୍ଟ ପାଇଯିବ? '' ଉତ୍ତର ପ୍ରତ୍ୟାଶାରେ କିଛି ସମୟ ସ୍ରୋତାଙ୍କ ଆଡ଼କୁ ଅନାଇ ପୁଣି କହିଲେ-''ରକେଟଯାନ ଚନ୍ଦ୍ରମଣ୍ଡଳର ମାଧ୍ୟାକର୍ଷଣ ରେଖା ଭିତରେ ପହଞ୍ଚିଲାକ୍ଷଣି ତାହାର ଯନ୍ତ୍ରଗୁଡ଼ିକ ଦିଗ ବଦଳାଇ ଯାନଟିକୁ ଉପରକୁ ଠେଲିବାକୁ ଚେଷ୍ଟାକରିବା ଫଳରେ ତାହା ଚନ୍ଦ୍ରପୃଷ୍ଠରେ ଭୀମ ବେଗରେ ନ ଖସି ଧୀରେ ଧୀରେ ଅବତରଣ କରିବାକୁ ଚେଷ୍ଟା କରିବ। ଲୋକଶୂନ୍ୟ ରକେଟ୍ଯାନର ଏହିସବୁ କାମ ରେଡ଼ାର ଯନ୍ତ୍ର ସାହାଯ୍ୟରେ ଏହି ଉପଗ୍ରହରୁ କରାଯାଇପାରିବ। ''ରକେଟ୍ଯାନଟି ଚନ୍ଦ୍ରମଣ୍ଡଳରେ ପହଞ୍ଚିଲାକ୍ଷଣି ସେଥିରୁ ମନକୁମନ ସାଁବାଳୁଆ ପରି ଟ୍ୟାଙ୍କ୍ ଗୋଟିଏ ବାହାରି ଚନ୍ଦ୍ରମଣ୍ଡଳରେ ଭ୍ରମଣ କରିବ। ଏହି ଟ୍ୟାଙ୍କ୍ଟି କୌଣସି ମାରଣାସ୍ତ୍ର ବା ଯୁଦ୍ଧର ପ୍ରତୀକ ହେବ ନାହିଁ। ବିଜ୍ଞାନର ଏହା ହେବ ଏକ ଶାନ୍ତିପୂର୍ଣ୍ଣ ଆୟୁଧ; ଯାହାକି ପ୍ରକୃତିର ଅସଂଖ୍ୟ ରହସ୍ୟକୁ ଉଦ୍ଘାଟନ କରିବାରେ ସାହାଯ୍ୟ କରିବ। ଚନ୍ଦ୍ରମଣ୍ଡଳର ଆଭ୍ୟନ୍ତରୀଣ ଅବସ୍ଥା, ସେଠାକାର ଉତ୍ତାପ, ଉପରିଭାଗର ଶିଳାସ୍ତର ଇତ୍ୟାଦିକୁ ପର୍ଯ୍ୟବେକ୍ଷଣ କରିବାପାଇଁ ଏଥିରେ ବିଭିନ୍ନ ପ୍ରକାର ସ୍ୱୟଂକ୍ରିୟ ଯନ୍ତ୍ରପାତି ଖଞ୍ଜାଯାଇଥିବ। ଏହା ସଙ୍ଗେ ସଂଲଗ୍ନ ଗୋଟିଏ ଖୁଣ୍ଟ ଉପରେ ଟେଲିଭିଜନ୍ ଘୂରୁଥିବ। ଉପଗ୍ରହରେ